ବିପ୍ଳବ କରିବାକୁ ହେବ। ବିଦ୍ରୋହୀ ଯୁବକ ତାତି ଉଠିଲେ, ମାତି ଉଠିଲେ। ମାତ୍ର ସେମାନେ ପାରିଲେ କି ରକ୍ତ ଲୋଲୁପ, ଲୁଣ୍ଠକ ଶ୍ରେଣୀର କେଶାଗ୍ର ସ୍ପର୍ଶ କରି? ମାରିଲେ କେତୋଟି ନିରୀହ ଲୋକଙ୍କୁ, ଲୁଟିନେଲେ ଟଙ୍କା। ହଁ, ଆର୍ତ୍ତନାଦ କଲା ଡ୍ରାଇଭର। ଆଖିର ଲୁହ ଆଉ ଛାତିର ରକ୍ତ ସୁଅ ଛୁଟି ଉଠିଥିଲା ଅଜସ୍ର। କରୁଣ ରୋଦନ ଶ୍ରବଣ କଲେ ପଥର ହୃଦୟ ତରଳି ଥାଆନ୍ତା ସିନା; ମହାନଗରୀର ଧାବମାନ ଗାଡ଼ି ଓ ଚଳନ୍ତି ଜନତାଙ୍କ କର୍ଣ୍ଣ କୁହରକୁ ସ୍ପର୍ଶ କରି ପାରିଲା ନାହିଁ ସେ ଆର୍ତ୍ତଦାନ। ଗୋଟିଏ ଶ୍ରମିକ ଡ୍ରାଇଭର ଅଟକାଇଲା ଗାଡ଼ି। ଡ୍ରାଇଭରଟିକୁ ଧରି କିଛି ବାଟ ଗଲା। ଶୁଣିଲା ତାକୁ ଡକାୟତ ଗୁଳି ମାରିଚନ୍ତି। ଥରି ଉଠିଲା ତାର ଛାତି। ଜାଗି ଉଠିଲା ମନରେ ଆତଙ୍କ, ଘରର ତିନି ତିନୋଟି ଭୋକିଲା ପେଟ ଓ ଶୁଖିଲା ମୁହଁ ତା ଆଖି ଆଗରେ ନାଚିଉଠିଲା। ଫୁଟପାଥରେ ଡ୍ରାଇଭରଟିକୁ ଶୁଆଇ ଦେଇ ସେ ଦ୍ରୁତତର ଗତିରେ ଛୁଟାଇ ଦେଲା ଗାଡ଼ି। ସତେ ଅବା ତା କାନରେ ଲାଖି ରହିଲା 'ବଞ୍ଚାଓ' 'ବଞ୍ଚାଓ' ଶବ୍ଦ।। ଦେବୋପମ ରିକ୍ସାବାଲାଟିର ଛାତି କରତି ହୋଇଗଲା। ଆଗପଛ କିଛି ନ ବିଚାରି ବଡ଼ ହୁସିଆର ହୋଇ ଡ୍ରାଇଭରଟିକୁ ରିକ୍ସାରେ ଶୁଆଇ ଦେଇ ଦ୍ରୁତ ଗତିରେ ଚାଲିଲା ଆଗକୁ ଆଗକୁ। ଆଖିରେ ଲୁହ, ଛାତିରେ ଦରଦ, କେତେବେଳେ ଡାକ୍ତରଖାନା ନିକଟ ହେବ। ଡ୍ରାଇଭରଟିର ଦୁଃଖ ଦୂର ହେବ, ବିଚରା। ଡାକ୍ତରଖାନା ପହୁଞ୍ଚିଲା। ଆଶ୍ୱସ୍ତି ନିଶ୍ୱାସ ମାରିଥିଲା ରିକ୍ସାବାଲା, ବରଫ ପରି ଥଣ୍ତା ଦେହଟିକୁ ଛୁଇଁ ଚମକି ପଡ଼ିଥିଲା ସିଏ। ବେଦନାର୍ତ୍ତ ସୁସଜ୍ଜିତ କୋଠରୀ। ଧୂପ ଦୀପରେ ମହକିଉଠୁଚି ଘରଟି। ହସି ଉଠୁଚି ଭିତରଟା ନାନାଦି ପୁଷ୍ପର ସାଜସଜ୍ଜାରେ। ଶାଗୁଆନ ଟେବୁଲ ଉପରେ ସଜା ହୋଇ ଥୁଆ ହୋଇଚି କୁଣ୍ତେଇଟିଏ। ଡକ୍ଟର ମହାନ୍ତି ଥରକୁ ଥର ପ୍ରକାରକୁ ପ୍ରକାର ସଜାଇ ଲାଗିଚନ୍ତି କୁଣ୍ତେଇଟିକୁ, କେଉଁଥିରେ ବି ସେ ତୃପ୍ତି ପାଇପାରୁ ନାହାନ୍ତି। ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଯାଉଚି। ଲୋକେ କହନ୍ତି, ଏଇ ବେଳଟାରେ ଡକ୍ଟର ମହାନ୍ତି ବଦ୍ଧ ପାଗଳ ପରି ବ୍ୟବହାର କରନ୍ତି। ତେଣୁ ସନ୍ଧ୍ୟାବେଳରୁ ରାତିଟା ସାରା ତାଙ୍କ ନିକଟକୁ କେହି ଯାଆନ୍ତି ନାହିଁ। ଡକ୍ଟର ମହାନ୍ତି ବିଲାତ ଫେରନ୍ତା ଅଧ୍ୟାପକ। ପୈତୃକ ସମ୍ପତ୍ତି ତାଙ୍କର ଥିଲା ଅମାପ। ଧନ ଜନ, ଗୋପଲକ୍ଷ୍ମୀ ସବୁଥିରେ ସେ ଥିଲେ ଅଦ୍ୱିତୀୟ। ଗୋଟିଏ ଲୋକ ଥିଲେ ସିଂ, ଯାହାକୁ କି ଉଭୟେ ଲକ୍ଷ୍ମୀ ଓ ସରସ୍ୱତୀ ବରଦାୟିକା ହୋଇଥିଲେ। ଅଧ୍ୟାପନାରେ ସେ ଥିଲେ ଅଦ୍ୱିତୀୟ। ଦୁଃଖୀର ଦୁଃଖ ଅପନୋଦନ କରିବାରେ ସେ ଥିଲେ ଅତୁଳନୀୟ। ତାଙ୍କୁ ଚାହିଁ ତାଙ୍କର ସହଧର୍ମିଣୀ ମମତାଦେବୀ ମଧ୍ୟ ଘର ଉଜ୍ଜ୍ୱଳ କରିଥିଲେ। ମମତା ପରୋପକାରକୁ ସ୍ୱ ବ୍ରତ ବୋଲି ଆଦରି ନେଇଥିଲେ। ଏକମାତ୍ର କୁଳନନ୍ଦନ ବିବେକାନନ୍ଦଟି ପୈତୃକ ସଦ୍ଗୁଣ ଓ ମାତୃକୁଳର ମାୟା ମମତାରେ ବଢ଼ିଉଠିଥିଲା। ଏକଦା ଡକ୍ଟର ମହାନ୍ତିଙ୍କ ଘର ସଂସାରଟି ବୈକୁଣ୍ଠ ପରି ଆନନ୍ଦ ଐଶ୍ୱର୍ଯ୍ୟରେ ପୂରି ଉଠିଥିଲା। ଆଉ ଆଜି! ଡକ୍ଟର ମହାନ୍ତିଙ୍କର ସେ ସୁନ୍ଦର ରୂପ ନାହିଁ। ଦିନ ସାରା ଅଧ୍ୟାପନା ଓ ଅଧ୍ୟୟନରେ ସେ କଟାଇ ଦିଅନ୍ତି, ଆଉ ଯେତେବେଳେ ସଂଧ୍ୟା ଆସିଯାଏ, ସେ ସମସ୍ତଙ୍କଠାରୁ ଖାପଛଡ଼ା ହୋଇ ନିଦ ଆସିଲା ପର୍ଯ୍ୟନ୍ତ ସେଇ କୁଣ୍ତେଇଟିକୁ ବେଶ ପୋଷାକ ପିନ୍ଧାଇବା, ପୁଲରେ ସଜାଇବା, ଧୂପ ଦୀପ ଦେବାରେ କଟାଇ ଦିଅନ୍ତି। ନ କରନ୍ତେ ବା କିପରି? ଏହି କୁଣ୍ତେଇଟା ପରା ଉଭୟେ